ସେ ନିଜ କୁ ନିଜେ ଝୁଲିପାରିବନି। ଆସନ୍ତୁ ଏଥର। ବସନ୍ତୁ ଟିକେ। ଡାକ୍ତର ଗମ୍ଭୀର ହୋଇ କହିଲେ, ଟୁଲୁବାବୁଙ୍କୁ ଛାଡ଼ି ମୁଁ ଆଦୌ ଏଠାରୁ ଯିବିନି। ଟୁଲୁ କିନ୍ତୁ ମାଆଙ୍କ କଥା ଶୁଣୁ ଶୁଣୁ ଦୋଳିରୁ ଓହ୍ଲାଇପଡ଼ି କହିଲା ମାମୁଁ, ତୁମେ ଭଲ ନୁହଁ। ଦୋଳିଟା ବି ଭଲ ନୁହେଁ। ମାମି ମଧ୍ୟ ଭଲ ନୁହନ୍ତି। ଆମ ଭୀମ ଭଲ। ଆଉ ମୋ ବଣିଚଢ଼େଇ ଭଲ। ମୁଁ ଆଉ ତୁମକୁ ମୋ ବଣିଚଢ଼େଇ ଦେଖାଇବିନି। ମୁଁ ଯାଉଛି, ମୁଁ ଏକା ଖେଳିବି। ଅଭିମାନର ଗ୍ୟାସ୍ ଭରି ଟୁଲୁର ଫୁଲା ଫୁଲା ମୁହଁଟା ଆହୁରି ବେଶି ଫୁଲା ଦିଶୁଥିଲା। ଦୌଡ଼ି ଦୌଡ଼ି ପଳାଇଲା ଟୁଲୁ। ଟୁଲୁ ଲାଗି ଡାକ୍ତରଙ୍କ ମନରେ ମାୟା ସଞ୍ଚାରିଲା। ତେଣୁ ପଳାଇ ଯାଉଥିବା ଟୁଲୁଆଡ଼େ ଚାହିଁ ଡାକ ପକାଇଲେ ଡାକ୍ତର। ଡାକ୍ତରଙ୍କ ଆଡ଼େ ଚାହିଁ ଅଳକା କହିଲେ ଯାଉ ସେ ଡାକ୍ତରବାବୁ, ଆପଣ ବସନ୍ତୁ। ଏଠିକୁ ଆସି ସେ ପିଲାଟା ବହୁତ ଦୁଷ୍ଟ ହୋଇଗଲାଣି। ହେଇଟି, ବାପା ଆସିଲେଣି। ଉଠି ଠିଆହେଲେ ଅଳକା। ବାପାଙ୍କ ହାତ ଧରି ଗୋଟିଏ ଆରାମ ଚେୟାରରେ ବସାଇଦେଇ କହିଲେ ତୁମେ ଏଇଟାରେ ବସ ବାପା। ତୁମକୁ ଟିକେ ଆରାମ ଲାଗିବ। ବସିଲେ କନକନାରାୟଣ। ବସୁ ବସୁ କହିଲେ ଏ ବର୍ଷା ଆଜି ଆଉ ଛାଡ଼ିବ ବୋଲି ମୋର ଆଶା ନ ଥିଲା। ଆଜି ପୁଣି ତୁମକୁ ନ ଦେଖିଥିଲେ ମୁଣ୍ଡ ମୋରି ଖରାପ ହୋଇଯାଇଥାନ୍ତା। ଆଜି ମୋ ଦେହଟା ଟିକିଏ ଭଲ ଲାଗୁଛି ଡାକ୍ତର। ଏଥର ତନୁଆଡ଼େ ଆଖି ଫେରାଇଲେ କନକନାରାୟଣ। କହିଲେ ତା'ପରେ ତନୁ ମା', ପଢ଼ାପଢ଼ି କିପରି ଚାଲିଛି? ମନଦେଇ ପଢ଼। ତୁମେ ସବୁ ଆସିବା ବେଳକୁ ତୁମର ବାପା ବୋଉ କ'ଣ କରୁଥିଲେ ? ତନୁ ଦୁଇଟା କଥାର ଉତ୍ତର କିପରି ଦେବ ବୋଲି ଟିକିଏ ଭାବିଲା। ତା'ପରେ ପଢ଼ାପଢ଼ିର କଠିଣ ପ୍ରଶ୍ନଟିକୁ ଆଡ଼େଇଯାଇ ସହଜ କଥାର ଉତ୍ତର ଦେଲା। କହିଲା, ଆସିବାବେଳେ ବାପା ବୋଉ ଦୁହେଁ ଗେଟ୍ ପାଖରେ ଠିଆହୋଇଥିଲେ ଆମରି ଆସିବା ବାଟକୁ ଚାହିଁ। ଏତିକିବେଳେ ଅଳକା କହିଲେ ବାପା ଆଉ ଡାକ୍ତରବାବୁ ବସି ବସି କଥାବାର୍ତ୍ତା ହୁଅନ୍ତୁ। ଆମର ଆସ ତନୁ, ଘର ଭିତରକୁ ଯିବା। ସ୍ନେହର ନିଦର୍ଶନ ସ୍ୱରୂପ ଦୁହିଁଙ୍କ ହାତକୁ ଦୁହେଁ ନିବିଡ଼ ଭାବରେ ଧରାଧରି ହେଇ ଭିତରକୁ ଚାଲିଗଲେ। ଅବାକ୍ ନୟନରେ ପ୍ରତିଟି ଘରକୁ ନିରେଖି ନିରେଖି ଚାହୁଁଥିଲା ତନୁ। କହିଲା, ଆମ ଘର ଦେଖି ତୁମେ କେତେ ପ୍ରଶଂସା କରୁଥିଲ। କିନ୍ତୁ ତୁମେ ନିଜେ କି ସୁନ୍ଦର କରି ସଜାଇଛ ଏହି ଘରଗୁଡ଼ିକ। ନା ନା, ତୁମେ କିଛି ବୁଝିନ ତନୁ। ମୁଁ ନଥିଲେ ବି ବାପା ଏ ଘରକୁ ଏହିପରି ସୁନ୍ଦର କରି ସଜାଇ ରଖିଥାନ୍ତି। ତାଙ୍କର ଧାରଣା ମୋ ବୋଉ ଏ ଘରକୁ ପ୍ରତି ରାତ୍ରରେ ଆସନ୍ତି। ଅତଏବ ସେ କିପରି ଏ ଘରକୁ ଅସଜଡ଼ା ରଖିବେ? କିନ୍ତୁ ଆଜିକାଲି ବାପା କିପରି ଅନ୍ୟମନସ୍କ ହୋଇଯାଇଛନ୍ତି। ମଝିରେ ମଝିରେ ବେଡ୍ କଭର୍ଟା ବି ବଦଳାଇ ଶୋଇବାକୁ କହିଲେ ସେ ଚି ଚିଡ଼ି ଉଠୁଛନ୍ତି। ବୟସ ହେବା ସାଙ୍ଗେ ସାଙ୍ଗେ ସେ କିପରି ବଦଳି ଯାଇଛନ୍ତି। କେବଳମାତ୍ର ସେଇ ଫଟୋଟି ବେଳେବେଳେ ଝାଡ଼ନ୍ତି, ପୋଛନ୍ତି। ଦିନକୁ ଦିନ ବହୁତ ଉଦାସ ହୋଇଯାଉଛନ୍ତି। ଏହି ସବୁ କଥା ଦେଖି ଆଖିରୁ ମୋର ଲୁହ ସୁଖେନି। କହୁ କହୁ ଆଖି ପୋଛନ୍ତି ଅଳକା।କଣ୍ଠରେ ବିସ୍ମୟ ଭରି ତନୁଶ୍ରୀ ପଚାରିଲା, କେଉଁ ଫଟୋଟା ନାନୀ? କାହାର ଫଟୋ ? ମୋ ବୋଉଙ୍କର।କଣ୍ଠରେ ବ୍ୟଗ୍ରତା ଭରି ତନୁ କହିଲା ଚାଲ ତେବେ, ମୋତେ ଆଗ ସେଇ ଫଟୋଟି ଦେଖାଇବ।ତନୁର ହାତ ଧରି ଅନ୍ୟ ଗୋଟିଏ ଘରକୁ ନେଉ ନେଉ କହିଲା ବାପାଙ୍କ ଶୋଇବା ଘରେ ସେ ଫଟୋ ଥାଏ। ତନୁ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲା। କହିଲା ଇସ୍, କି ସୁନ୍ଦର ଦେଖିବାକୁ ବୋଉ ତୁମର, ନାନୀ। ଅବିକଳ ତୁମରି ପରି ଥିଲେ, ନା ? ଅଳକା କରୁଣ ହସି ହସି କହିଲେ ବାପା ବି ସେଇଆ କହନ୍ତି। ସେଥିଲାଗି ଅଇନାରେ ମୁଁ ମୋ ମୁହଁ ଭିତର ଦେଇ ମୋ ବୋଉର ମୁହଁକୁ ଦେଖେ। ଥର ଥର କରି ଅନେକଥର ଦେଖେ। ଦ୍ୱାର ମୁହଁରେ ଭୀମ ଆସି ଠିଆହେଲା। ପଚାରିଲା ନାନୀ, ଆଳୁ ଗୁଡ଼ାକୁ ସିଝାଇ ଦେବି? ଅଳକା ହଁ ଭରିଲେ। ଚାଲିଗଲା ଭୀମ। ଅଳକା ତନୁଆଡ଼େ ଚାହିଁ କହିଲେ ଜାଣ ତନୁ, ମୁଁ ଆଠଦିନ ପରେ ଚାଲିଯିବି। ଆଜି ସେ ଚିଠି ଦେଇଛନ୍ତି। କାଲି ସନ୍ଧ୍ୟାରେ ସେମାନେ ଏଠାକୁ ଆସୁଛନ୍ତି। ଆଚ୍ଛା ତନୁ, ତୁମ ଭାଇନା ମୌସୁମୀକୁ ବିଭା ହେବା ସମ୍ପର୍କରେ କ'ଣ କିଛି କହୁଥିଲେ କି?